ଯେଉଁଦିନ କାଞ୍ଚନଜଙ୍ଘା ଦେଖାଯିବ। ନାହିଁ ସେ ଦିନ ଦାର୍ଜିଲିଂ ପାଗ ଖରାପ। କେହି ବିଦେଶୀ ବିଶେଷତଃ ଆମ ଭଳି ଲୋକ ସେଠାକୁ ଏମିତି ସମୟରେ ଯିବା ଅନୁଚିତ। ମୁଁ ଭାବେ ବୋଧହୁଏ ମାମୁଁ ମତେ ଭଣ୍ଡେଇ ଦେଉଛନ୍ତି। ଯିବାକୁ ଇଚ୍ଛା ନାହିଁ। ଜିଦ୍ କଲି, ସେ ନ ଗଲେ ମଧ୍ୟ ମୁଁ ଯିବି। ଯିବାକୁ ଯେତେବେଳେ ଆସିଛ ତେବେ କଣ ଏଇଠୁ ଫେରିଯିବି? ରାତିରେ ମାମୁଁ ଆସି କହିଲେ–ସଜ ହୁଅ, କାଲି ଦାର୍ଜିଲିଂ ବାହାରିବା। ଥଣ୍ଡା ଏତେ ବେଶୀ ହେଉଥାଏ ଯେ ଜଳପାଇଗୁଡ଼ିରେ ଥାଇ ସୁଦ୍ଧା ମୁଁ ଘରୁ ବାହାରି ପାରୁନଥାଏ। ହାତେ ବହଳର ଲେପ ଘୋଡ଼େଇ ହୋଇ ଘର ଭିତରେ ପଡ଼ି ରହିଥାଏ। ଏହି ଚାରିଦିନ ଭିତରେ ମୁଁ ବହୁ ଲୋକଙ୍କ ସହିତ ପରିଚିତ ହୋଇଗଲିଣି। ଶୀତ ଏ ଅଞ୍ଚଳର ଲୋକଙ୍କୁ ବେଶୀ ବାଧୁ ନ ଥାଏ। ରାତିରେ ମୋ ପାଖକୁ ବହୁତ ବନ୍ଧୁ ଆସନ୍ତି। ଓଡ଼ିଆ ଭାଷାରେ ମୁଁ କାବ୍ୟ କବିତା ବୋଲେ। ସମସ୍ତେ ମନଦେଇ ଶୁଣନ୍ତି। ଓଡ଼ିଆ ଚମ୍ପୁ ବୋଲି ଅର୍ଥ କଲାବେଳେ ଏ ଶୀତଦିନେ ବନ୍ଧୁମାନଙ୍କର ପ୍ରାଣ ପୁଲକିତ ହୋଇଉଠେ। ଆହୁରି ବୋଲ ବୋଲି ବନ୍ଧୁମାନେ ଅନୁରୋଧ କରନ୍ତି-। ସ୍ୱର ଶୁଣିବା ଅପେକ୍ଷା ଅର୍ଥ ବୁଝିବା ପାଇଁ ସମସ୍ତେ ଉତ୍କଣ୍ଠିତ। ସେଦିନ ରାତିରେ ମୁଁ ଆସନ୍ତା କାଲି ଦାର୍ଜିଲିଂ ଯିବି ବୋଲି ବନ୍ଧୁମାନଙ୍କ କହିଲି। ବନ୍ଧୁମାନେ ଅବାକ୍। ସମସ୍ତେ ମନେ ମନେ ଭାବନ୍ତି, ବିଚରା ଥଣ୍ଡାରେ ମରିଯିବ। ଅନେକେ କହିଲେ–!! –ଅର୍ଥାତ୍ ଭାଗ୍ୟ ଭଲ ଥିଲେ ଫେରିବେ। ଦାର୍ଜିଲିଂର ଉତ୍ତାପ ସେତିକିବେଳକୁ ମୋଟେ ଚାଳିଶ ଡିଗ୍ରୀ! ''ତୁମେ ଦାର୍ଜିଲିଂ ଦେଖିଚ''–ଏ ପ୍ରଶ୍ନ ମୁଁ ବନ୍ଧୁଙ୍କୁ ପଚାରିଚି। କିନ୍ତୁ ସମସ୍ତେ ନାହିଁ ନାହିଁ କରନ୍ତି। ଦାର୍ଜିଲିଂ ଜଳପାଇଗୁଡ଼ିଠୁ ମୋଟେ ଅଣସ୍ତରି ମାଇଲି, କଟକରୁ ଭଦ୍ରଖ ଯେତିକି। ଆମ ଓଡ଼ିଶାର ଲୋକ ଶତକରା ଅଶି ଯେପରି କୋଣାର୍କ ଦେଖି ନାହାନ୍ତି –ସେହିପରି ଏଠାକାର ଲୋକେ ଦାର୍ଜିଲିଂ ଦେଖି ନାହାନ୍ତି। ସୁନ୍ଦର ସ୍ୱାସ୍ଥ୍ୟକର ଜାଗା। ତଥାପି ଉଦାସୀନତା କାହିଁକି କେଜାଣି ବୁଝି ପାରେନା-। ଏହାର କାରଣ ହୁଏତ ଅଭାବ କିମ୍ବା ଦାରିଦ୍ର୍ୟ ହୋଇପାରେ। ଅନେକଙ୍କ ଧାରଣା ଯେ ଦାର୍ଜିଲିଂ କେବଳ ଧନପତି କୁବେରଙ୍କ ପାଇଁ କିମ୍ବା ବିଦେଶୀ ରୋଗୀଙ୍କ ପାଇଁ। ମୁଁ ତ ଧନପତି କୁବେର ନୁହେଁ–ଦ୍ୱିତୀୟଟି ଅର୍ଥାତ୍ ରୋଗୀ ହୋଇପାରେ। ଚମ୍ପୁର ଜଲସା ଭାଙ୍ଗିଲା ରାତି ଦଶରେ। ମତେ ଶୀତ ଲୁଗା ଠିକ୍ କରିବାକୁ ପଡ଼ିବ। ଯାହା ନେଇଥିଲି ପର୍ଯ୍ୟାପ୍ତ ନୁହେଁ। ଗୋଡ଼ରୁ ମୁଣ୍ଡ ଯାଏଁ ପୂର୍ଣ୍ଣ ଆବରଣ ଦରକାର। ସେ ପୁଣି ଖାଲି ଲୁଗା ନୁହେଁ–ସ୍ୱତନ୍ତ୍ର ଗରମ ପୋଷାକ, କୋଟ, କମିକ, ସ୍ୱେଟର, ଚାଦର ସବୁ। ମଝିରେ ମଝିରେ ଗରମ ଚାହା ମଧ୍ୟ ଦରକାର-। ସେଦିନ ରାତିରେ ସ୍ୱପ୍ନ ଦେଖଚି ଅନେକ। ପିଲାଦିନେ ପୁରାଣ ଶୁଣି ରାତିରେ ଏମିତି ସ୍ୱପ୍ନ ଦେଖେ। ଇନ୍ଦ୍ରପୁରୀ–ପାରିଜାତ ଫୁଲ–ମଣିମାଣିକ୍ୟ ଖଚିତ ସଚୀପୁର। ହିମାଳୟ ଗୋଟାକଯାକ ମୋ ମନ ଭିତରେ। ସ୍ୱପ୍ନରେ ତାହା ଭାସିଉଠୁଚି ଅଦେଖା ଇନ୍ଦ୍ରପୁରୀର ଆଭା ଶୋଭା ନେଇ। କେତେ ରଙ୍ଗର ପକ୍ଷୀ ଉଡ଼ି ଯାଉଛନ୍ତି–ଲଳିତ କୋମଳ ସ୍ୱର। ବିଚିତ୍ର ପରୀଗୁଡ଼ିକର ଲୋଭନୀୟ ଭ୍ରୁଲତା ଛଟା। ମେଘମାଳାର ତରଙ୍ଗାୟିତ ଲୀଳା। ତନ୍ଦ୍ରାଳୁ ଆଖିରେ ସେ ସବୁ କ୍ଷିପ୍ରଗତିରେ ଭାସିଯାଆନ୍ତି। ରାତି ତିନିଟା ବେଳକୁ ଆଲରାମ ବାଜି ଉଠିଲା–। ଏତେ ଦିନରେ ଭଣଜା ଆସିଚି। କଥାରେ କହନ୍ତି ଭଣଜା ଖଟୁଳିର ଦିଅଁ। ମାଇଁ ମୋର ରାତିଟାଯାକ ବ୍ୟସ୍ତ। ବହୁଦିନୁ ଚାହା ଛାଡ଼ି ଧରିଚି ଓଭାଲାଟିନ୍। ଦ୍ୱାର ଖୋଲିଲା ମାତ୍ରେ ଦେଖିଲି ଷ୍ଟୋଭ ଜଳିଉଠିଚି ଦାଉ ଦାଉ ହୋଇ। ଦୁଧ ଗରମ ହେଉଛି, ଭଣଜା ଓଭାଲଟିକ୍ ଖାଇ ବିଜେ କରିବେ ହିମାଳୟ ଯାତ୍ରାପଥରେ। ମନରେ ବଡ଼ ଭୟ ତାଙ୍କର। ପଡ଼ିଶା ଘର ମାଇପିଏ ମାଇଁ ଆଗରେ ଗୁଣୁଗୁଣୁ ହେବାର ଶୁଣିଚି–ସରସ୍ୱତୀ! ଭଣଜାକୁ ପଠାଅନା, ଆମେ ଗତବର୍ଷ ଥଣ୍ଡାରେ ଯାଇ ବଡ଼ ହଇରାଣ। ଗୋରାଚାନ୍ଦର ଶରୀର ଭଲ ନୁହେଁ–ଅସୁସ୍ଥ ହେବ। ସେଦିନ ରାତିରେ ଲୋପ ଭିତରେ ସେଠାକାର ଓକିଲବାବୁ ଗୋଡ଼ ଭର୍ତ୍ତି କରି ମତେ ବହୁତ କଣ ବୁଝେଇଛନ୍ତି–ମାଇଁ ଆମର ଓକିଲ ବାବୁଙ୍କ ଧର୍ମଭଉଣୀ। ମାଇଁ ମତେ ସିଧା ନ କହି ଏଇ ଏଜେଣ୍ଟ ଜରିଆରେ ସବୁ କଥା କହିବାର ଜାଣିପାରିଲି। କିନ୍ତୁ ମୋର ଯେ ଏକା ଜିଦ୍! ଆଲାରାମ ସୂଚେଇ ଦେଲା ରାତି ତିନି–ଗାଡ଼ି ଆସିବ ଆଉ ଅଧଘଣ୍ଟାକ ପରେ। ସଙ୍ଗେ ସଙ୍ଗେ ପ୍ରସ୍ତୁତ ହେଲୁ ମାମୁଁ ଭଣଜା ଦୁହେଁ।